ଯାତ୍ରାଲକ୍ଷ୍ୟକୁ ସଫଳ କର। ' ମାୟାଧରବାବୁ ତୁଠ ପାଖରେ ଛିଡ଼ାହୋଇ ହସି ହସି କହିଲେ, ଅନେକ ଡେରିକଲେ ଆଜ୍ଞା! ଆମେ ଅନେକବେଳୁ ଆସି ଅପେକ୍ଷା କରିଛୁଁ। ନାଉରୀଆ ଦାମୋଦର ବେହେରା ତହସିଲ୍ଦାର ମାୟାଧର ବାବୁଙ୍କୁ ନମସ୍କାର ହେଉ ହେଉ ଉତ୍ତର ଦେଲା, ଭାଗ୍ୟ ଭଲ ଆଜ୍ଞା! କାଳିଜାଈ ଗଣ୍ଡରେ କାଲି ରାତିରେ ଯେଉଁ ଝଡ଼ ହେଲା, ମୁଁ ଭାବିଲି ଆଉ ଜୀବନ ଫେରିବ ନାହିଁ। ତଳ ପାଣି ଉପର ହୋଇଯାଉଥାଏ। ମାମୁଁ ଭଣଜା କୋଣରୁ କରି ତୋଫାନ ମାଡ଼ି ଆସୁଥାଏ। ଭାଗ୍ୟକୁ ଅଶୋକ ବାବୁ ଶୋଇ ଯାଇଥିଲେ। ନହେଲେ କଣ ଯେ ସେ ଭାବିଥାନ୍ତେ, କହି ହେଉନି। କିନ୍ତୁ କାଳିଜାଈର ଅଦ୍ଭୁତ ମାହାତ୍ମ୍ୟ ବାବୁ! ତାଙ୍କୁ ଡାକିବା ମାତ୍ରେ ସେ ଶୁଣିଲେ। ଝଡ଼ ଦେହରେ ଜବାବ ଦେଲେ, ଭୟନାହିଁ। ମୁଁ ତୁମ ଡାକ ଶୁଣିଛି। କିଛି ହେବ ନାହିଁ। ମାୟାଧର ବାବୁଙ୍କ ଦେହରେ ଶୀତକଣ୍ଟା ଫୁଟି ଆସୁଥାଏ। ସେ ଉଦ୍ବେଗ କଣ୍ଠରେ ପଚାରିଲେ, ତା ପରେ? ତା ପରେ ଆଉ କିଛି ନାହିଁ ବାବୁ, ଝଡ଼ ଆସି ପଲକରେ କମିଗଲା। ଏତେବଡ଼ ତୋଫାନଟା ଚିଲିକା ପାଣି ଭିତରେ ପଶିଗଲା। ମୁଁ ନଙ୍ଗର କାଢ଼ି ନାହା ଭିତରେ ଥୋଇଲି। କାଳିଯାଈ ନାଆଁ ରେ 'ହରିବୋଲ' ପକାଇ ଇଂଜିନ୍ ସଜାଡ଼ିଲି। ମାୟାଧର ବାବୁ କାଳିଜାଈ ଉଦ୍ଦେଶ୍ୟରେ ନମସ୍କାର ହୋଇ କହିଲେ, ପାରିକୁଦର ଦେବୀ ସିଏ! ପାରିକୁଦବାସୀଙ୍କର ଏକମାତ୍ର ଭରସା। ସେ ଥିଲେ ଏ ମାଟିରେ କୌଣସି ବିପଦ ପାଦ ପକାଇ ପାରିବନି। ସେ ବିଶ୍ୱାସ ମୋର ଅଛି। ନାଉରୀଆ ବିଦାୟ ନେବା ପରେ ଶଗଡ଼ ଭିତରକୁ ଜିନିଷ ପତ୍ର ସବୁ ବୁହାହେଲା। ଶଗଡ଼ ରିଙ୍ଗ୍ବନ୍ଧ ଉପରକୁ ଆସ୍ତେ ଆସ୍ତେ ଉଠିଲା। ଚାହା ଚଢ଼େଇ ଆଡ଼େଇ ହୋଇଗଲେ। ଚକ୍ରବାକ ଚକ୍ରବାକୀ ଡେଣା ହଲାଇ ବାଦଲ ଦେହକୁ ଲାଗିଗଲେ। ଆଉ ହଂସ? ପାରିକୁଦର ଅଲିଅଳ ଝିଅପରି ଅଳସେଇ ଅଳସେଇ ଚାଲୁଥିଲା। ଚାଲିଲାବେଳେ ଗୋଡ଼କୁ ଗୋଡ଼ ବାଜୁଥିଲା। ଆଣ୍ଠୁ ପାଖରୁ ଅଳ୍ପ ଭାଙ୍ଗି ଯାଉଥିଲା ଏହି ପକ୍ଷୀଦଳକ ମନ ଆନନ୍ଦରେ ଗୀତ ଗାଉଥିଲେ। ଅବୁଝା କଣ୍ଠରେ କେତେ ସୁନ୍ଦର ଗୀତ ଗାଉଥିଲେ ସତରେ! ସେ କଣ ଏହି ଆସନ୍ନ ନିର୍ବାଚନର ଗୀତ? କାହାପାଇଁ ସେମାନେ ପ୍ରଚାର କରୁଥିଲେ।? କେଉଁ ଶାସନରେ ସୁଖୀ ହେବେ ବୋଲି ଆଶା କରିଛନ୍ତି? ମାୟାଧରବାବୁ କୃଷ୍ଣପ୍ରସାଦର ତହସିଲ୍ଦାର ହୋଇ ଛଅବର୍ଷ କଟାଇ ଦେଲେଣି। ସେ କୃଷ୍ଣପ୍ରସାଦ ସମେତ ପାରିକୁଦର ପ୍ରତିଟି ଗାଆଁକୁ ଚିହ୍ନିଛନ୍ତି। ପ୍ରତ୍ୟେକ ଗାଆଁର ବାସିନ୍ଦା ତାଙ୍କ ସଙ୍ଗେର ଚଳପ୍ରଚଳ ହୁଅନ୍ତି। ଏ ଚଢ଼େଇ ଗୁଡ଼ାକ ତାଙ୍କ ପାଖରେ ଅଚିହ୍ନା ନୁହନ୍ତି କି ପାରିକୁଦର କୌଣସି ରାସ୍ତା ତାଙ୍କୁ ଅଜଣା ନାହିଁ। ସେ ସରଳ ଭାବରେ ଅଶୋକ ବାବୁଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥାନ୍ତି। ଅଶୋକବାବୁଙ୍କ ପରି କୌଣସି ପକ୍ଷୀପାଇଁ ବା ପାହାଡ଼ ପାଇଁ ତାଙ୍କର ଉତ୍କଣ୍ଠା ନାହିଁ। ସବୁ ତାଙ୍କର ଦେହଲଗା ଖବର, ସ୍ୱାଭାବିକ ଘଟଣା। କାରଣ ମାୟାଧର ବାବୁ ପାରିକୁଦର ସନ୍ତାନ। ପାରିକୁଦର ଧୂଳିମାଟିରେ ଖେଳି, ବୁଲି ମଣିଷ ହୋଇଛନ୍ତି। ତେଣୁ ସବୁକଥା ଅଭ୍ୟାସରେ ପରିଣତ ହୋଇଯାଇଛି। ପାରିକୁଦ ବାହାରୁ ଆସିଥିବା ଆଗନ୍ତୁକ ପାରିକୁଦର ଅନିନ୍ଦ୍ୟ ରୂପ ଦେଖି ବିମୁଗ୍ଧ ହୁଏ-। ଚିଲିକା କୋଳରେ ହସିଖେଳି ବଢ଼ି–ଉଠିଥିବା ସନ୍ତାନକୁ ଦେଖି ସେ ଭାବେ, ଏମାନେହିଁ ଦେବତାର ପ୍ରିୟଶିଶୁ। ସଭ୍ୟତାଠାରୁ ନିଜକୁ ଉଲ୍ଲେଖ ଯୋଗ୍ୟ ଦୂରତ୍ୱରେ ରଖି ସ୍ୱଚ୍ଛନ୍ଦରେ ଜୀବନ ଯାପନ କରନ୍ତି। ସଂସାରର କ୍ରମ-ବର୍ଦ୍ଧମାନ ଜଟିଳତା ସେମାନଙ୍କ ସରଳ ପ୍ରାଣରେ କଳଙ୍କର ଦାଗ ଦେଇନାହିଁ। ପ୍ରକୃତି ମେଳରେ ସେମାନେ ଯେତିକି ଆନନ୍ଦ ଉପଲବ୍ଧି କରିପାରନ୍ତି ତଥାକଥିକ ପ୍ରଗତିର ଛାଇ ବାଜିଲେ ସେତିକି ଝାଉଁଳି ଯାଆନ୍ତି। ହିଂସାକପଟଠାରୁ ଦୂରେ ରହି ଜୀବନକୁ ଜୀବନ ପରି ଉପଭୋଗ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ପାରିକୁଦକୁ ପବିତ୍ର କରି ରଖିବାକୁ ବୋଧହୁଏ ଦେବତା ଏ ଦେଶର ନରନାରୀମାନଙ୍କୁ ସ୍ଥଳଭାଗର ଅନ୍ୟାନ୍ୟ ସ୍ତ୍ରୀପୁରୁଷଙ୍କ ସାନ୍ନିଧ୍ୟ ଲାଭରୁ ବଞ୍ଚିତ କଲା। ବଙ୍ଗୋପସାଗର ଠାରୁ କେଉଁ ଭୌଗଳିକ ପ୍ରଣାଳୀରେ ଚିଲିକାର ଜନ୍ମ ହେଲା, ସେକଥା ଦେଶର ଅଭିଜ୍ଞ ଭୂଗୋଳ-ବିଶାରଦ କହିବେ। କିନ୍ତୁ ଅଶୋକ ପାତ୍ର ଭାବୁଥିଲା, ମାନବ ସମାଜ ଭିତରୁ କେତେଶହ ସରଳ; ଉଦାର ସଂସାରରେ ସେମାନେ ନିରୋଳା, ନିଛକ ସନ୍ତାନ ବୋଲି ଚିହ୍ନାଇ ଦେବାକୁ ବିଶ୍ୱାସ୍ରଷ୍ଟାର ଇଏ ଏକ ଅଦ୍ଭୁତ ଖିଆଲ। ସେ ଚିଲିକାର କାନ୍ଥ ରଚି ଏମାନଙ୍କୁ ବିଚ୍ଛିନ୍ନ କରି ରଖିଛି। ପାପ; ଅନାଚାରକୁ ପାରିକୁଦ ଭିତରେ ପୂରାଇ ନ ଦେବାକୁ ଅଗଣନ ପକ୍ଷୀକୁଳକୁ ପ୍ରହରୀ କରି ଛାଡ଼ି ଯାଇଛି।